ବୋଲି ଯେତେ ବୁଝେଇଲେ ବି ସେ ବୁଝୁ ନଥିଲା। ତା ହାତରୁ ଖଣ୍ଡେ କାଗଜ କେତେବେଳେ ଖସି ମାଟିରେ ଲୋଟୁଥିଲା, ଯେଉଁଥିରେ ଲେଖାଥିଲା ସେ ଗୀତ ପାଷାଣୀ ଅହଲ୍ୟା ହରିପୁର ଗାଁ। କ୍ଳୀବ ସମୟେ ସମୟେ ସତ୍ୟାନନ୍ଦର ମନେହୁଏ, ତାର କୌଣସି ନିର୍ଦ୍ଦିଷ୍ଟ ପରିଚୟ ନାହିଁ। ଏଇ ବ୍ୟକ୍ତିର ସଙ୍କଟର ସମସ୍ୟା ତାକୁ କିଛି କାଳ ବିଷଣ୍ଣ କରିରଖେ। ମାତ୍ର ବେଶିକାଳ ତାର ସେ ବିଣ୍ଣ ବିଷର୍ଣ୍ଣ ଭାବ ରହେନାହିଁ। କିଛି ସମୟ ବିତିଗଲା ପରେ ସତ୍ୟାନନ୍ଦର ପୁଣି ସ୍ୱାଭାବିକ ମାନସିକତା ଫେରିଆସେ। ସ୍ଥାନ, କାଳ ଓ ପାତ୍ର ଅନୁସାରେ ସତ୍ୟାନନ୍ଦର ପରିଚୟ ଭିନ୍ନ ଭିନ୍ନ ହୋଇଥାଏ। କେଉଁ ମନ୍ତ୍ରୀଙ୍କ ଖାସ୍ ଲୋକ, କୋଉଠି କମିଶନ ଏଜେଣ୍ଟ, ଆଉ କୋଉଠି ସେ ଲିଆସନ ଅଫିସର। ରାଜଧାନୀର କ୍ଷମତା ଗଳି ରାସ୍ତାରେ ପ୍ରତିବନ୍ଧକ ଗୁଡ଼ିକ ଡେଇଁ ଡେଇଁ ଆଗକୁ ମାଡ଼ି ଚାଲିବା ତାର ଧର୍ମ। ସେମାନଙ୍କ ଗାଡ଼ି ଭଦ୍ରକରେ ଆସି ପହଞ୍ଚି ସାରିଥିଲା। ରାସ୍ତା ଆଲୁଅ ଗୁଡ଼ିକର କୃପଣ ଆଲୋକରେ ସାଳନ୍ଦୀ ନଦୀର ଛାତି କିଞ୍ଚିତ ଫୁଲି ଉଠିବା ପରି ଦିଶୁଥିଲା। ଚରମ୍ପା ବଜାର ବସ୍‌ଷ୍ଟାଣ୍ଡ ଓ ବାଇପାସ୍ ଛାଡ଼ିଦେଲେ ରାସ୍ତାର ଅନ୍ୟ କୋଉଠି ଲୋକବାକ ଦେଖାଯାଉ ନଥିଲେ। ଛୋଟ ସହର। ରାତି ଦଶଟା ବାଜିଲେ ଭଦ୍ରକ ଶୋଇପଡ଼େ। ଏବେ ପାଖାପାଖି ରାତି ବାରଟା ହେବ। କିଛି ସମୟ ଆଗରୁ ଦୁଇ ଅସରା ବର୍ଷା ହୋଇ ଛାଡ଼ିଯାଇଛି। ରାସ୍ତାର ଅସମତଳ ପିଠିରେ ଠାଏ ଠାଏ ପାଣି ଜମି ରହିଛି। ଶ୍ରାବଣର ଭିଜା ପବନ ଡାହାଣକଡ଼ ଝରକାବାଟେ ଆସି, ଗାଡ଼ିର ଆରୋହୀମାନଙ୍କୁ ଟିକେ ଗେଲ କରିଦେଇ ବାଁ କଡ଼ ଝରକା ଦେଇ ପଳେଇ ଯାଇ ଯାଉଛି। ସତ୍ୟାନନ୍ଦ ଡ୍ରାଇଭରକୁ କହିଲା, "କାଚ ଖୋଲିଦେଇ ବଢ଼ିଆ କାମ କରିଛ।" ଡ୍ରାଇଭର ମୁଣ୍ଡ ହଲେଇଲା। ଅଗ୍ରୱାଲା କମ୍ପାନିର ଏହି ଗାଡ଼ିଟା ଏୟାର କଣ୍ଡିସନ୍‌ଡ। ସେଥିପାଇଁ ଦ ବରାବର କାଚ ବନ୍ଦ ରହିଥାଏ। ବାହାରେ ଯେତେ ଗରମ ଓ ଗୁଳୁଗୁଳି ଲାଗିଲେ ବି ଗାଡ଼ି ଭିତରଟା ଲାଗେ ଥଣ୍ଡା ଓ ଆରାମଦାୟକ। କିନ୍ତୁ ସତ୍ୟାନନ୍ଦକୁ ସେଭଳି ବସିବାକୁ ଭଲ ଲାଗେ ନାହିଁ। ଝରକାପଟେ ମୁଣ୍ଡ ଗଳାଇ ଗଛ, ପାହାଡ଼, ନଈ ଓ ଦୂର ଗାଁମାନଙ୍କୁ ଦେଖିବା ପାଇଁ ତାକୁ ଭଲ ଲାଗେ। ସତ୍ୟାନନ୍ଦ ଅଫିସରଙ୍କୁ ବୁଲେଇସାରି ଫେରୁଥିଲା। ଅଗ୍ରୱାଲ କମ୍ପାନି ତରଫରୁ ଫରେଷ୍ଟ ଅଫିସରମାନଙ୍କୁ 'ଟ୍ରିଟ' ଦେବା କଥା ପଡ଼ିଲାରୁ ସତ୍ୟାନନ୍ଦ ନିଜ ମୁଣ୍ଡ ଉପରକୁ କାମଟା ନେଇଥିଲା ଓ ସେମାନଙ୍କୁ ସେ ବୁଲେଇ ନେଇଥିଲା ଚାନ୍ଦିପୁର ସମୁଦ୍ରକୂଳ। ଚାନ୍ଦିପୁରରୁ ଫେରିବା ବାଟରେ ସେ ବିଷଣ୍ଣ ହୋଇପଡ଼ିଥିଲା। ଏହି ଅଫିସରମାନଙ୍କ ଗହଣରେ ଖିଆପିଆ କଲେ ତାର ଲାଭ କଣ ହୁଏ ସେକଥା ସେ ଜାଣିଥିଲା, ମାତ୍ର କ୍ଷତି ଦିଗଟା ବାବଦରେ ଚାନ୍ଦିପୁର ହିଁ ତାକୁ ମନେ ପକାଇ ଦେଇଥିଲା। ତାର ଇଚ୍ଛା ହେଉଥିଲା ଚାନ୍ଦିପୁର ବେଳାଭୂଇଁରେ ଆଉ କିଛି କାଳ ବିତେଇ ଥାଆନ୍ତା। ଛାଡ଼ ବେଳେ ସମୁଦ୍ର ଭିତରକୁ ଯାଇ ଜୁଆର ବେ ବେଳକୁ କୂଳକୁ ଫେରିଆସି ଥାଆନ୍ତା। ମାତ୍ର ଅଫିସରମାନଙ୍କର ସମୁଦ୍ର କିମ୍ବା ଲହଡ଼ି ଦେଖିବାକୁ ଆଦୌ ବେଳ ନଥିଲା। ସେମାନେ ଦିନଟାଯାକ କେବଳ ତନ୍ଦୁର ଚିକେନ, ହୁଇସ୍କି ଓ ବିଅର ନେଇ ବ୍ୟସ୍ତ ରହିଥିଲେ। ସବୁବେଳେ ଅବଶ୍ୟ ସତ୍ୟାନନ୍ଦ ଏଭଳି ବିଷଣ୍ଣ ହୁଏ ନାହିଁ। ଜୀବନ ସହ ସେ ଅଭ୍ୟସ୍ତ ହୋଇଗଲାଣି। ଅଫିସରମାନଙ୍କୁ ବୁଲେଇନେବା, ସେମାନଙ୍କ ରୁଚି ଓ ଇଚ୍ଛା ବାବଦରେ ଖବର ନେବା, କାହାର କେଉଁଥିରେ ଆଗ୍ରହ ସେସବୁ ଜାଣିବା ତାର ବ୍ୟବସାୟିକ ଦାୟିତ୍ୱ। ଲୋକ ଦେଖି ସତ୍ୟାନନ୍ଦ ତା ନିଜର ଖାଦ୍ୟ-ପାନୀୟ ବଦଳେଇ ଦିଏ। କୋଉଠି ଆମିଷ ଦେଖୁ ଦେଖୁ, ମୋର 'ସେସବୁ ଚଳେ ନାହିଁ' ତ ଆଉ କୋଉଠି 'ହାଡ଼ ଓ କଣ୍ଟାକୁ ଛାଡ଼ି ଜୀବନ ନାହିଁ' ବୋଲି ନିର୍ବିକାର।